ସମୁଦ୍ରରେ ଗାଧୋଇବାକୁ ଖୁବ୍ ଭଲ ଲାଗେ। କଣ ଭାବୁଛ ଏତେ କଣ? ମାଧବ ଯେପରି ଚିନ୍ତାରୁ ଉଠି କହିଲା, ବର୍ଷା, ବର୍ଷା, ଏଇଟା କଣ କୁହ ତ? ସେଇ ସମୁଦ୍ର କୂଳରେ ଦେଖିପାରୁଛ? ବୋଧହୁଏ ସାମୁଦ୍ରିକ ଲତା। ଚାଲ ଟିକିଏ ଆଗେଇଯିବା, ଚାଲ ତ। ମୋତେ କିନ୍ତୁ କିଛି ଅସ୍ୱାଭାବିକ ମନ୍ ବୋଲି ମନେହୁଏନା। ତେବେ ଝୁଙ୍କିପଡ଼ିଲା ମାଧବ, ନା, ନା, ଏ ତ ଲତା ନୁହେଁ, ଏ ଯେ ବର୍ଷା ଚମକିଉଠିଲା, ଏଇ ତ ସେଇ କାର୍ଡ଼ଟି! ଦେଖୁଛ ମାଧବ, ଦେଖୁଛ, ଇସ୍କାପାନ ବିବି! ପୋଷାକ ନୁହେଁ, ଜଳମଗ୍ନ ଗୋଟିଏ ବ୍ୟକ୍ତିର ମୃତଦେହ। ଜୁଆରରେ ଏଠାରେ ଲାଗିଛି। ମୃତଦେହଟିରେ କୌଣସି ଅଂଶ ବିକୃତ ହୋଇନାହିଁ। ବର୍ଷା ଝୁଙ୍କିପଡ଼ିଲା। ଏ ତେବେ କିଏ? କିଏ? ଡାକ୍ତର ଦୁର୍ଗାମାଧବ! ତା ପରେ ସେମାନେ ଆଖି ଫେରାଇନେଲେ ଡାକ୍ତରର ମୃତଦେହରୁ। ପରସ୍ପରକୁ ଅନାଇଲେ। ବରିକୁଦ ନିର୍ଜନ ଦ୍ୱୀପରେ ରହିଲେ ଗୋଟେ ପୁରୁଷ ଓ ଗୋଟିଏ ନାରୀ, ଦୁଇ ଜଣ! ବର୍ଷା କହିଲା, ଏ ଦ୍ଵୀପରେ ଆମ ଦୁଇ ଜଣଙ୍କ ଛଡ଼ା ଆଉ କେହି ନାହିଁ। ମାଧବ କହିଲା, ଠିକ୍ ଆମେ ଦୁଇ ଜଣ। ବର୍ଷା ମାଧବ ଆଡ଼କୁ ଅନାଇଲା। ତା ମନରେ ପ୍ରବଳ ତରଙ୍ଗ, ଏଇ ଖୁନୀଟାକୁ ବିଶ୍ୱାସ କରୁଚି ସେ! ଏଇଟା ଯେ ଚିତାବାଘ ଭୟଙ୍କର। ସେ ମନେ ମନେ ଯେପରି କଣ ଠିକ୍ କରିପକାଇଲା। ସେ ମାଧବ ଆଡ଼କୁ ଆଗେଇଯାଇ କହିଲା, ଶୁଣ, ଶୁଣ। ଏ କି ରୂପାନ୍ତର! ମୋହିନୀ ରୂପ! ସେ ମାଧବର ବୁକୁ ଉପରେ ଲୋଟିପଡ଼ିଲା। ମାଧବର ହୃଦୟରେ ମଧୁର ସ୍ପର୍ଶ ଲାଗିଲା। ଆଚ୍ଛା, ବିଚରା ଡାକ୍ତର ପାଇଁ ତମର କଣ ଦୟା ହୁଏନା? କଣ ଆଉ କରାଯିବ? ଚାଲ ନା, ଦୁଇ ଜଣ ମିଳି ତା ଦେହଟା ଘରେ ଦେଖି ରଖିଦେବା। ବର୍ଷା କହିଲା, ନା, ନା। ପାଣିରୁ ଉଠାଇ ପଥର ଉପରେ ରଖାଯାଉ। ଆପତ୍ତି ନାହିଁ। ବର୍ଷା ମାଧବକୁ ସାହାଯ୍ୟ କଲା। ଡାକ୍ତରର ଶବଟା ବଡ଼ କଷ୍ଟରେ ଉପରକୁ ଅଣାଗଲା। ଅବଶେଷରେ ମାଧବ ଡାକ୍ତରର ଦେହଟା ରଖିଲା ଉଚ୍ଚ ଜାଗାରେ। ପ୍ରକୃତିର ନିଜ ହାତରେ ତିଆରି ବିଛଣାରେ ଶୋଇରହିଲେ କ୍ଳାନ୍ତ ଡାକ୍ତର ଦୁର୍ଗାମାଧବ। ମାଧବ କ୍ଳାନ୍ତ। କପାଳରେ ବିନ୍ଦୁ ବିନ୍ଦୁ ଝାଳ। ମୁହଁଟା ପୋଛିନେବା ଦରକାର। ରୁମାଲ ପାଇଁ ମାଧବ ପକେଟରେ ହାତ ମାରିଲା। ବାହାରିଆସିଲା ହାତରେ ଇସ୍କାପାନ ବିବି। ସର୍ବନାଶ! ରିଭେଲଭଲ ଟି ଗଲା କୁଆଡ଼େ? ଟିକିଏ ଦୂରରେ ଠିଆ ହୋଇଛି ବର୍ଷା। ହାତରେ ଉଦ୍ୟତ ରିଭଲଭଲ! ମୋହିନୀ ପାଲଟିଛି ନାଗୁଣୀ। ମାଧବ କହିଉଠିଲା, ଓ! ଏଇଥର ତମ ଉଦ୍ଦେଶ୍ୟ ବୁଝାଗଲା। ସ୍ଥିର ଭାବରେ ଠିଆ ହୋଇଛି ବର୍ଷା। ସୁନା ଝିଅଟି ପରି ରିଭଲଭଲ ଟି ଫେରାଇଦିଅ। ଖିଲି ଖିଲି ହସିଉଠିଲା ବର୍ଷା। ସେ ହସରେ ଥରିଉଠିଲା ବରିକୁଦ ଦ୍ଵୀପର ଆକାଶ। ବର୍ଷା, ପାଗଳାମି କରନା। କଥା ଶୁଣ। ମାଧବର ଦେହରେ ଗମ ଗମ ଝାଳ। ମୁଣ୍ଡରୁ ଥପ ଥପ ସ୍ୱେଦବିନ୍ଦୁ ଝରିପଡ଼ୁଛି। ଓଠ ଦୁଇଟା ଶୁଖିଯାଇଛି। ନିଶ୍ୱାସ ନେବାକୁ ଯେପରି ସେ କଷ୍ଟ ଅନୁଭବ କରୁଛି। ଏହି ପାଗଳାନୀଟାକୁ କିପରି ବୁଝାଇବ ଯେ ସେ ନିର୍ଦ୍ଦୋଷ ନି ନିରପରାଧ! ମାଧବ ଦେଖିଲା, ନା ଅନୁନୟ ବିନୟରେ ଏହାକୁ ଜବତ କରିବା କଷ୍ଟ। ତେଣୁ ବର୍ଷା ଯେତେବେଳେ ଟିକିଏ ଅନ୍ୟମନସ୍କ ହେଲା, ସେ ତା ଉପରେ ଝାମ୍ପିପଡ଼ିଲା ଦିଅ ରିଭଲଭଲ। ନିଅ। ଟ୍ରିଗଲ ଟିପିଦେଲା ବର୍ଷା। ମାଟି ଉପରେ ଲୋଟିପଡ଼ିଲା ନିପରଦାରାଧ ଅଁ ନିଅପରାଧ ଉଁ ମାଧବର ମଲାଦେହ। ବର୍ଷା ରିଭଲଭଲ ଟି ଅଣ୍ଟାରେ ଗୁଞ୍ଜି ବୁକୁ ଭରି ନିଃଶ୍ୱାସ ନେଲା। ଏହି ବରିକୁଦ ଦ୍ଵୀପରେ ଏହି ପ୍ରାସାଦରେ ଏହି ଇଲାକାରେ ସେ ଏକା, ଏକୁଟିଆ। ଆଉ ନଅ ଜଣ ମୃତ। ସମୁଦ୍ର ଧାରରେ ଚୁପକରି ବସିଲା ଅନେକ ସମୟ। ସୂର୍ଯ୍ୟ ଅସ୍ତ ହେଲା। ଠିଆ ହେଲା ବର୍ଷା। ଘରକୁ ଫେରିଯିବ ସେ। ସେହି ପ୍ରାସାଦକୁ ଫେରିଯିବ। ଆଉ ଭୟର କାରଣ ନାହିଁ। ଘରେ ଆଉ କଣ ଭୟ ଅଛି? ବର୍ଷା ଅନୁଭବ କଲା ଭୀଷଣ କ୍ଳାନ୍ତି। ଭୋକ ଲାଗୁଛି ଖୁବ୍। ଭୋକ କଥା ସେ ଭୁଲିଯାଇଥିଲା। ହୁଏତ ଆଗାମୀ କାଲି ଆସିବ ବୋଟ। ଆଉ ଦୁଇ ଦିନ ଡେରି ହେଉ। ଯେବେ ଆସୁ, ଭୟର କାରଣ ନାହିଁ।